ମାର୍କିନ୍ମାନଙ୍କର ଏତାଦୃଶ ଅକୃତକାର୍ଯ୍ୟତା ଆମ ଦେଶର ବିଜ୍ଞାନୀମହଲରେ ବିସ୍ମୟ ସଞ୍ଚାର କରିଛି। '' ରେଡ଼ିଓ ଷ୍ଟେସନର ଏହି ଖବରରେ ସାରା କ୍ଳବ୍ରୁମ୍ରେ ଚାଞ୍ଚଲ୍ୟ ଖେଳିଗଲା। ''ବେଶ୍ ଭଲ ହୋଇଛି। ସେମାନଙ୍କୁ ଠିକ୍ ସେଇଆ ଦରକାର। '' କେତେ ଜଣ ଫୁସ୍ଫାସ୍ ହୋଇ କହିଉଠିଲେ। ''ଛି, ଛି, ଆମର ଏପରି କହିବା ଠିକ୍ ନୁହେଁ। ଯଦି ଆଜି ଆମର ଖରାପ ହୋଇଥାନ୍ତା? '' ଆଲେସ୍କି କହିଲେ। ''ସେମାନେ ଖୁସିରେ ନାଚିଥାନ୍ତେ''–ଜଣେ କେହି କହିଲେ। ''କିନ୍ତୁ ଆମେ ତା କରିବା ନାହିଁ। ଆମକୁ ସବୁବେଳେ ଭାବିବାକୁ ପଡ଼ିବ ଯେ, ଆମେ ସମସ୍ତେ ହେଉଛୁ ଗୋଟାଏ ଗ୍ରହର ଅଧିବାସୀ, ନିଜ ନିଜର ଭାଇ ଭଳି। ଆମେ ଯେତେବେଳେ ପୃଥିବୀରୁ ବାହାରର ବିଶାଳ ପ୍ରକୃତି ବିରୁଦ୍ଧରେ ଲଢ଼ାଇ କରି ତାହାକୁ ଜୟ କରିବାକୁ ଯାଉଛୁ, ସେତେବେଳେ ଆମେ ପରସ୍ପରକୁ ସାହାଯ୍ୟ ଓ ଉତ୍ସାହ ଦେବା ଉଚିତ ନୁହେଁ କି? ସେମାନଙ୍କର ଅକୃତକାର୍ଯ୍ୟତାରେ ହସି ଆମେ ସେମାନଙ୍କୁ ପରିହାସ କରିବା କ'ଣ ଉଚିତ ହେବ? ପୃଥିବୀ ଭିତରେ ଥିଲାବେଳେ ଆମ ଭିତରେ ନାନା ମନାନ୍ତର, ବାଦବିବାଦ ଥିଲେ ମଧ୍ୟ ପୃଥିବୀ ବାହାରକୁ ବାହାରିଲାବେଳେ ଆମେ କଳିକଜିଆରେ ରତ ନ ହୋଇ ବାହାରକୁ ମିଳିମିଶି ବାହାରିଲା ଭଳି ଏକାଠି ହୋଇ ବାହାରିବା ଉଚିତ। ଭାଇମାନେ, ଆମକୁ ସର୍ବପ୍ରଥମେ ଧରି ନେବାକୁ ହେବ, ମାର୍କିନ୍ ହେଉ, ଭାରତୀୟ ହେଉ, ରୁଷୀୟ ହେଉ, ଇଂରେଜ ହେଉ, ଫରାସୀ ହେଉ, ଚୀନ ହେଉ, ଆମେ ସମସ୍ତେ ହେଉଛୁ ଗୋଟିଏ ଗ୍ରହର ଅଧିବାସୀ। ଆମ ଭିତରେ ଯେତେ ବାଦବିବାଦ ଥିଲେ ମଧ୍ୟ ତାହା ପୃଥିବୀ ବାହାରକୁ ଗଲାବେଳେ ପ୍ରକାଶ ପାଇବା ଉଚିତ ନୁହେଁ। ଆମକୁ ଭାବିନେବାକୁ ପଡ଼ିବ ଯେ, ଆମେ ଏଠାରେ କେବଳ ଆମ ଦେଶର ପ୍ରତିନିଧି ନୋହୁଁ, ଆମେ ଏଠାରେ ହେଉଛୁଁ ସାରା ପୃଥିବୀର ମଣିଷ ସମାଜର ପ୍ରତିନିଧି। ତେଣୁ ଏଭଳି ପରିସ୍ଥିତିରେ ଆମର ଜଣେ ଭାଇର ଅକୃତକାର୍ଯ୍ୟତାରେ ହସିବା ଉଚିତ ହେଇପାରିବ କି? '' ଭାବ ଗଦ୍ଗଦ୍ ହୋଇ କହିଗଲେ ଡିରେକ୍ଟର ଆଲେସ୍କି। ତେର ''ମୁଁ କ'ଣ କହୁଛି, ଆପଣମାନେ ଏଥର ବୁଝିପାରିଲେ ବୋଧହୁଏ? '' ବକ୍ତୃତା ଗୃହରେ ବଡ଼ ଉତ୍ତେଜିତ ହୋଇ କହିଯାଉଥିଲେ ଆଲେସ୍କି। ''ମାର୍କିନ୍ମାନଙ୍କ ଉପଗ୍ରହକୁ ଯାଇ ତାହାକୁ ସଜାଡ଼ି ଦେଲେ କ୍ଷତି କଅଣ? ପୃଥିବୀ ତଥା ମଣିଷ ସମାଜ ଦୃଷ୍ଟିରୁ ସେମାନେ ତ ଆମ ଭାଇ। ପୃଥିବୀର ସୀମିତ ପରିସର ଭିତରେ ଥିଲାବେଳେ ବିଭିନ୍ନ ବିଷୟ ଓ ସମସ୍ୟା ନେଇ ଆମେ ଆମ ଭିତରେ କଳିକଜିଆ କରୁଥାଇଁ; କିନ୍ତୁ ପୃଥିବୀ ବାହାରର ଏହି ଅନନ୍ତ ଅସୀମ ମହାଶୂନ୍ୟକୁ ଅନାଇଲେ ସେହି ମତଦ୍ୱୈଧତା ଅତି କ୍ଷୁଦ୍ର ସଂକୀର୍ଣ୍ଣ ବୋଧ ହେଉନାହିଁ କି? ମନେକର ପୃଥିବୀ ବାହାରୁ ଅନ୍ୟ କୌଣସି ଗ୍ରହରୁ ଯଦି କେହି ଆସି ପୃଥିବୀ ତଥା ମଣିଷ ସମାଜକୁ ଆକ୍ରମଣ କରେ, ତେବେ ଆମେ କ'ଣ ସେତେବେଳେ ଏକାଠି ହେବା ନାହିଁ? ସେତେବେଳେ ପୁଞ୍ଜିବାଦ, ସାମ୍ୟବାଦ ଆଦି ବିଭିନ୍ନ ସଂକୀର୍ଣ୍ଣ ରାଜନୈତିକ ଓ ଅର୍ଥନୈତିକ ମତବାଦ ଗୋଟିଏ ଦେଶକୁ ଅନ୍ୟ ଦେଶଠାରୁ କ'ଣ ପୃଥକ୍କରି ରଖି ପାରିବ? ଆପଣମାନେ ଭାବନ୍ତୁ, ଯଦି ଅନ୍ୟ ଗ୍ରହରୁ ଦଳ ପରେ ଦଳ ଶତ୍ରୁ ଆସି ପୃଥିବୀକୁ ଆକ୍ରମଣ କରନ୍ତି, ତେବେ ଆମର ଯେଉଁସବୁ ପରମାଣୁବୋମା, ହାଇଡ଼୍ରୋଜେନ ବୋମା ଆଦି ମାରଣାସ୍ତ୍ର ଅଛି, ଯେଉଁଗୁଡ଼ିକ ଆମେ ବେଳ ପଡ଼ିଲେ ଆମ ନିଜ ନିଜ ଭିତରେ ପ୍ରୟୋଗ କରି ପୃଥିବୀପୃଷ୍ଠରୁ ଆପେ ଆପେ ନିଶ୍ଚିହ୍ନ ହୋଇ ଯାଆନ୍ତୁ; ସେଗୁଡ଼ିକ ତ ଦେଶ,